ନିର୍ଭୀକ ଭାବରେ ସେ ରୁଷିଆର ପ୍ରଧାନମନ୍ତ୍ରୀ। କୋସିଜିନଙ୍କୁ ମଧ୍ୟ ନିଜର ବିଚାର ସ୍ପଷ୍ଟ ଭାଷାରେ କହିଥିଲେ। କୌଣସି ଚକ୍ଷୁଲଜ୍ଜା, ସଙ୍କୋଚ ବା ଭୟ ମନରେ ନ ରଖି ଖାଁ ସାହେବ ଭାରତର ନେତାମାନଙ୍କୁ ସତର୍କ ବାଣୀ ଶୁଣାଉଛନ୍ତି। ପ୍ରବଳ ଗ୍ରୀଷ୍ମ ସମୟରେ ଶୀତଳ ପବନ ପରି ସେ କଥା ଆଶ୍ୱାସନା ଦେଉଛି ଓ ଭବିଷ୍ୟତ ପ୍ରତି ଆଶା ପୋଷଣରେ ସାହାଯ୍ୟ କରୁଛି। ଗାନ୍ଧିଜୀଙ୍କ ପରେ ପରେ ଗାନ୍ଧିବାଦ ବା ସର୍ବୋଦୟ ନାମରେ ଖାନ୍ ଅବଦୁଲ ଗଫର ଖାଁଙ୍କ ଭାରତ ଆଗମନ ବିଧି-ପ୍ରେରିତ ବୋଲି ମନେ କରିବାକୁ ହେବ। କିଛି ନ ହେଉ ପଛକେ ସେ ତ ସିଧା କହୁଛନ୍ତି ''ନିଜ ଦେଶରେ ଚାରିଆଡ଼େ ହିଂସାକାଣ୍ଡ ଚାଲିଥିବା ବେଳେ, ବାହାରେ ଯାଇ ଅହିଂସାର ପ୍ରଚାର କରି ଲୋକହସା ହୁଅନାହିଁ'', ''ଭୋଟ ପଛେ ନ ମିଳିଲା ନାହିଁ, ନିଜ ନୀତିରୁ ଭ୍ରଷ୍ଟ ହୁଅନାହିଁ'', ''ଘରେ ପଛେ ଉପାସେ ରହ, ବାହାରେ ପେଟ ଦେଖାଇ ଭିଖ ମାଗ ନାହିଁ'' ଏ ସବୁ ତ ଜାତିକୁ ଜୀବନ ଦେବାର ମନ୍ତ୍ର। ଏହି ମନ୍ତ୍ର ଦିନେ ଏ ଦେଶ ଗ୍ରହଣ କରିଥିଲା। ତାହାହିଁ ଆଜି ସ୍ମରଣ କଲୁଁ, ବ୍ୟକ୍ତିଗତ ଜୀବନରେ ଓ ଜାତୀୟ ଜୀବନରେ। ମଙ୍ଗଳବାର ନକ୍ସଲବାଦ-ନୀତି ଓ କାର୍ଯ୍ୟକ୍ରମ କାରଣ ଓ ପ୍ରତିକାର ନକ୍ସଲବାଦ ଓ ଏହାର କାର୍ଯ୍ୟକ୍ରମ ସମ୍ବନ୍ଧରେ ସମୟ ସମୟରେ ଯେଉଁ ସମ୍ବାଦମାନ ପ୍ରକାଶିତ ହେଉଛି ସେଥିରୁ ଏହା ଏକ ହିଂସାତ୍ମକ ଆନ୍ଦୋଳନ, ଏତିକିମାତ୍ର ଧାରଣା ହେଉଛି। ଏ ସମ୍ବନ୍ଧରେ ଯେଉଁ ପତ୍ରିକା ଏ ମତବାଦ ପକ୍ଷରୁ ପ୍ରକାଶିତ ହେଉଛି ତାହା ମଧ୍ୟ ସାଧାରଣ ଭାବରେ ପ୍ରଚାରିତ ନୁହେଁ। ଏହା କେବଳ ସେହି ମତବାଦରେ ବିଶ୍ୱାସ କରୁଥିବା ଲୋକମାନଙ୍କ ମଧ୍ୟରେ ସୀମାବଦ୍ଧ। ମାତ୍ର ପତ୍ରିକାଟି ଆଇନ ଅନୁସାରେ ମୁଦ୍ରିତ ଓ ପ୍ରକାଶିତ। ମଝିରେ ମଝିରେ ସଭା ସମିତିରେ କେହି କେହି ନକ୍ସଲବାଦର ନିନ୍ଦା ବା ପ୍ରଶଂସା କରିଥାନ୍ତି। ଏ ପ୍ରବନ୍ଧରେ ଏ ମତବାଦଟି କଅଣ, ଏହାର କାର୍ଯ୍ୟକ୍ରମ କଅଣ ଚାଲିଛି ସେ ସମ୍ବନ୍ଧରେ ମୁଁ ଯାହା ବୁଝିଛି ଓ ଜାଣିଛି ତାହାହିଁ ଆଲୋଚନା କରିବି ଏବଂ କ୍ରମେ ଏ ମତବାଦର ଉତ୍ଥାନର କାରଣ ଓ ତାହାର ପ୍ରତିକାର ସମ୍ବନ୍ଧରେ ଆଲୋଚନା କରିବି। କମ୍ୟୁନିଷ୍ଟ ମତବାଦ, ନକ୍ସଲ ମତବାଦ ଓ ବାମପନ୍ଥୀ କମ୍ୟୁନିଷ୍ଟ ମତବାଦ ମାର୍କସ୍ଙ୍କ ଦର୍ଶନ ଉପରେ ପ୍ରତିଷ୍ଠିତ। ସମାଜରେ ଅର୍ଥକୁ କେନ୍ଦ୍ର କରି ଶ୍ରେଣୀ ସଂଘର୍ଷ ଚାଲିଛି ଓ ଏ ସଂଘର୍ଷରେ ଶୋଷିତ ଶ୍ରେଣୀ ବଳପୂର୍ବକ ଶୋଷକ ଶ୍ରେଣୀକୁ ଧ୍ୱଂସ କରି ନିଜ ହାତକୁ ଶାସନକ୍ଷମତା ନେଲେ, ଶ୍ରେଣୀଶୂନ୍ୟସମାଜ ଗଠିତ ହୋଇପାରିବ, ଅନ୍ୟଥା ନୁହେଁ। ଏହା ମତବାଦର ସାରମର୍ମ। କିନ୍ତୁ ରେ ରୁଷିଆରେ କମ୍ୟୁନିଷ୍ଟ ଦଳ ଶାସନଭାର ନେଇ ଯେଉଁ କାର୍ଯ୍ୟକ୍ରମ ଓ କୌଶଳ ଅବଲମ୍ବନ କରିଥିଲେ, ଚୀନର କମ୍ୟୁନିଷ୍ଟ ଦଳ ସେଠାକାର ପରିସ୍ଥିତିକୁ ନେଇ ଭିନ୍ନ କର୍ମକୌଶଳ ଅବଲମ୍ବନ କରିଥିଲେ। ପ୍ରଥମ ମହାଯୁଦ୍ଧ ପରେ ରୁଷିଆରେ କମ୍ୟୁନିଷ୍ଟ ଶାସନ ପ୍ରବର୍ତ୍ତିତ ହେଲା। ଦ୍ୱିତୀୟ ମହାଯୁଦ୍ଧ ପରେ ଚୀନରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠିତ। ରୁଷିଆରେ କମ୍ୟୁନିଷ୍ଟ ଶାସନ ପୂର୍ବରୁ ଯେପରି ଶିଳ୍ପ ବିସ୍ତାର ଲାଭ କରିଥିଲା; ଚୀନରେ ସେପରି ହୋଇ ନଥିଲା। ଭାରତ ପରି ଚୀନ ଏକ ଗ୍ରାମ ପ୍ରଧାନ ଦେଶ ଓ ଶିଳ୍ପ କ୍ଷେତ୍ରରେ ଅନୁନ୍ନତ। ଚୀନରେ କମ୍ୟୁନିଷ୍ଟ ଶାସନ ପ୍ରବର୍ତ୍ତିତ ହେବାବେଳକୁ ପ୍ରାୟ ପନ୍ଦରବର୍ଷ ପୂର୍ବେ ଶିଳ୍ପକ୍ଷେତ୍ରରେ ଭାରତ ଚୀନ ଆଗରେ ଥିଲା। ରୁଷିଆରେ ମୁଖ୍ୟତଃ ରାଜଧାନୀରେ ବିପ୍ଳବ ଘଟାଇ କମ୍ୟୁନିଷ୍ଟ ଦଳ ଶାସନ ଦଖଲ କଲେ।